ଜାହାଜରେ ବଡ଼ ବଡ଼ ପଥର ଆଣି ସମୁଦ୍ର ପୋତିଚି ଏଇଜାତି। ଯୁଗ ଯୁଗ ଲାଗି କରିଚି ପଥର–ମୂର୍ତ୍ତି। ଦେଉଳ, କି ସୁନ୍ଦର! ନାଲୁମିଶ୍ରଙ୍କ ଯୌବନର କବିତା ପରି, ସେଇ ପଥର ଅଙ୍ଗରୁ, ଆଜି ବି, ସରଳ–ତରଳ–ଚପଳ ମନର ରାଗିଣୀର ରେଣୁ ଝରି ପଡ଼ୁଚି। ଶିରିଆପୁର ଗାଁଟା ବି କମ୍ ନ ଥିଲା ଶିଳ୍ପ ଦିଗରେ। ଏଇ ଗାଁର ସାଧବଗଣ, ସୁନାରୀଗଣ କେଡ଼େ ସୁନ୍ଦର ଦଣ୍ଡିଗୁଣା ନୋଥ ଗଢ଼ୁଥିଲେ। ହାର ପଦକ, ପଥର ସଜେଇ ମୁଦିଗଢ଼ି ବିକୁଥିଲେ। ଗାଁ ପଇସା ଗାଁରେ ରହୁଥିଲା। ବାଣିଆଏ ଏବେ କର୍ମ ଭୁଲିଲେଣି। ସୁନା କାମ ଛାଡ଼ି ଗଲେଣି କଲିକତା, ନକଲି ସୁନାର ଗୋଦାମରେ ଭୃତ୍ୟ ହେବାକୁ। କଳା ଲୋପ ପାଉଚି, ପାଉଚି; ଶେଷରେ ଏଜାତି ବାଧ୍ୟହେବ ବିଶୁ ମହାରଣାକୁ ଅସ୍ୱୀକାର କରିବାକୁ। ଶିରିଆପୁରର ଭେଣ୍ଡାମାନେ ବି ବୋଇତ ଯାତ୍ରା କରୁଥିଲେ–ଜାଭା ବୋର୍ଣ୍ଣିଓ, ବାଲି କାହିଁ କାହିଁ ସାତ ସମୁଦ୍ର ତେରନଈ ଅନ୍ତେ। ସେଠି ଓଡ଼ିଆ କଳାର ଆଦରଥିଲା। ହେଲେ ଏଜାତି ମୃତ। ଉଠିବା ଭଳି ଶୋଇନାହିଁ। କେହି ନାହାନ୍ତି ଖାଲି ଗୁଡ଼ାଏ ସାପ, ବେଙ୍ଗ, କୋକିଶିଆଳ ବସି ପହରା ଦେଉଚି। ଓଡ଼ିଆ ଛାତିରୁ ରକ୍ତ ନିଗାଡ଼ି ନେଇଗଲେ କିଏ? କେମିତି ନେଲେ? କାହିଁକି ନେଇଗଲେ? ତାହା କଣ ଓଡ଼ିଆର ଦୁର୍ବଳତା ନୁହେଁ? ଶତ୍ରୁର ରକ୍ତ ଶୋଷିବାକୁ ଓଡ଼ିଆଏ ଅକ୍ଷମ ହେଲେ କାହିଁକି? ସେଇ ଭୁଲ୍ର କୁଫଳ ଭୋଗର ଶେଷ ନାହିଁ। ଅଭାବ, ଖାଲି ଅଭାବ। ଅଭାବରୁ ସ୍ୱଭାବ ନଷ୍ଟ। ବଢ଼ିଲା ଦ୍ୱାଚୋରୀ ଅବିଶ୍ୱାସ, ଧପ୍ପାବାଜି, ଟାଉଟରୀ ସବୁକିଛି। ଘୁସ୍ ଦେବା ବିନା କାର୍ଯ୍ୟସିଦ୍ଧି ନାଇଁ। ପ୍ରସ୍ତାବିତ କାର୍ଯ୍ୟକ୍ରମ ସଂପାଦିତ ହୋଇପାରୁ ନାଇଁ। ତା ସାଥକୁ ଏ ବଢ଼ି ଥରକୁ ଥର ଆସୁଚି। ଏ ଜାତିର ପ୍ରାଣ ଉପରେ ଖାଲି ଜମେଇ ଦେଉଛି ବାଲି, ବିରାଟ ଶୁଷ୍କବାଲି। ବାଲିର କି ପ୍ରାଣଖୋଲା ହସ ଅଛି। ସେ ଖାଲି ଖରାରେ ତାତେ, ଶୀତରେ ହେମାଳେ, ଆଉ ବର୍ଷାରେ ବୁଡ଼ି ରହେ। ପ୍ରତିରୋଧ କରି ପାରେନା। ସେ ଦିନର ପଥର ଓଡ଼ିଶା ଆଉ ନାହିଁ। ଆଜି ଓଡ଼ିଶା ଏକ ନିର୍ଲ୍ଲଜ ମହାନଦୀ ବାଲିର ଦେଶ। ନାଲୁମିଶ୍ରେ–ବ୍ୟସ୍ତ ହୋଇ ପଡ଼ିଲେ। ତାଙ୍କ ଛାତି ଭିତରୁ ଦୁଇଟା କରୁଣ ନିଃଶ୍ୱାସ ବାହାରିଗଲା। ସଂଧ୍ୟା ହୋଇ ଆସିଲାଣି। ଆଉ ଟିକକ ପରେ ହୁଏତ ପୁଣି ଏ ସୂର୍ଯ୍ୟ ବୁଡ଼ିଯିବେ। ପୁଣି ଆସିବ ଅନ୍ଧାର, ସେଇ ଘନ ଅଙ୍ଗାର ପରି ରାତି। ସୁମି କହିଲା–ମା' ଭୋକ। ଟୁନୀ କହିଲା ବାପା, ଖାଇବାକୁ ଦିଅ। ଭୋକର ହାହାକାର ଅଗ୍ନି କୁହୁଳି ଉଠିଲା। ସୁମି-ମା, ବୁଲୁ, ନାଲୁମିଶ୍ର ସମସ୍ତଙ୍କୁ ଭୋକ। ବୁଭୁକ୍ଷାର କରାଳ ନଟୀନୀ ତାଣ୍ଡବ ଭଙ୍ଗୀରେ ନାଚୁଛି। ପୁଣି, ଖରାର ପ୍ରକୋପ। ସୁମି-ମା, ନିରୁପାୟ। ନାଲୁମିଶ୍ରଙ୍କର ବୁଦ୍ଧି ଅଟକି ଯାଇଛି। ସେ ଅବା ଦୋକାନଆଡ଼େ ଚାଲିଯିବେ କି? ରାମଟାର ଯଦି କିଛି ହୋଇଯାଇଥାଏ? ନା ନା ରାମର ହେବ କ'ଣ–ସେ ନିଶ୍ଚୟ ଯୋଗାଡ଼ କରି ଆସିବ। ତା'ଛଡ଼ା ଛୁଆପିଲାଙ୍କୁ ଛାଡ଼ି ନାଲୁମିଶ୍ରେ ବା ଯିବେ କୁଆଡ଼େ? ଉଡ଼ାଜାହାଜଟା ହେଲେ ଆସନ୍ତା। ଅନିଶ୍ଚିତ ତା'ର ଆସିବା।। ଅନିଶ୍ଚିତ ଉପରେ ବିଶ୍ୱାସ ରଖିଲେ ଅତି କମରେ ଅଳ୍ପକ୍ଷଣପାଇଁ ମିଳେ ଆନନ୍ଦ। ଆଶା ତାଙ୍କୁ ହାତଠାରି ବଞ୍ଚିବାର ନିର୍ଦ୍ଦେଶ ଦେଲା। ଉଡ଼ାଜାହାଜ ଆସିବ। ରାମ ଫେରିବ। ରାମାନନ୍ଦେ। ଏକମୁହାଁ ହୋଇ ବନ୍ଧ ଉପରେ ଛୁଟିଛନ୍ତି। ବନ୍ଧ ଉପର ରାସ୍ତା, ନିହାତି ସଂକୀର୍ଣ୍ଣ। ମାପିଲେ ଦୁଇ ଚାଖଣ୍ଡ ହେବ କି ନାହିଁ। ଏ କଡ଼ରେ ଆବର୍ଜ୍ଜନା, ସେ କଡ଼ରେ ନଈର ଅତଳାନ୍ତିକ ଜଳସ୍ରୋତ। ବାମରେ ବୈତରଣୀ, ଡାହାଣରେ ଜଳପ୍ଳାବିତ ଶିରିଆପୁର ଦୁହିଙ୍କର ସୀମାରେଖା ଏଇ ବନ୍ଧ। ଦୁହିଙ୍କର ସଂଯୋଗସ୍ଥଳ ହେଉଚି ଠାକୁରାଣୀ ଘାଇ, ଆହୁରି ଦୂରରେ ଅଛି-। ଯେଉଁ ବାଟକୁ ସେ ଦୁଇ ମିନିଟରେ ପାର ହୁଅନ୍ତି, ତାହା ଆଜି ଦୁଇଘଣ୍ଟାର ବାଟ ହୋଇଯାଉଛି। ରାମାନନ୍ଦେ ଭାବିଲେ–ଆଉ ମାତ୍ର ପନ୍ଦର ମିନିଟ୍ ଭିତରେ ସେ କୁଦ ପାଖରେ ପହଞ୍ଚିଯିବେ। ବନ୍ଧ ଉପରେ ସେ ଦେଖିଲେ ଏକ ପରିବାର। ମାଇକିନାଟେ ଛୁଆ ଦି'ଟା। ଗୋଟିଏ କଞ୍ଚା ବୋଇତିକଖାରୁକୁ ଦୁଇ ହାତରେ ଜାବୁଡ଼ି ଧରି ଜଣେ ଖାଉଛି। ଆରଜଣକ ନିର୍ବଳ। ଖାଲି କାନ୍ଦୁଛି। ମା' ବେଳେବେଳେ ଖଣ୍ଡେ ଖଣ୍ଡେ ଭାଙ୍ଗି ନେଉଛି ଲୁଚେଇ କରି। କାହିଁକି ନେଲୁ ବୋଲି କହି ଖାଉଥିବା ଛୁଆଟି ମା' ପିଠିରେ ବିଧା ଉପରେ ବିଧା ଲଦି ଦେଉଛି।